ସବୁ କଣ ସପନ! ମାଣିକ ମୋର ଆସିବ। ଦୁଃଖୀ ନୁହେଁ, ରଙ୍କୀ ନୁହେଁ, ତାଲବର ହେଇ ଆସିବ। ଭାଙ୍ଗି ଯାଉ ମୋର ଘର, କାନ୍ଥ ପଡ଼ିଯାଉ, କେତେ ଦଣ୍ଡ ନାଗିବ ମାଣିକକୁ ମୋର! କାହିଁକି, ଏଇ ଭଙ୍ଗାଘରେ, ମାଣିକ ଆସି ଏଇ ମଝି କୋଠାରେ ବସିଗଲେ ସେଇ କଣ ମୋର ଇନ୍ଦ୍ରଭୁବନ ହବନି-! ଘର ମୋର ଦରକାର ନାଇଁ। ମୋର ଧନ ମୋର ଆଖି ମାଣିକ ମୋର ଫେରିଆସୁ-। ମୁଁ କଣ ତା' ଅର୍ଜନ ଖାଇବି ବୋଲି ବଞ୍ଚିଛି।... କେହି ନଥିଲା ବେଳେ ମନେ ମନେ ରୂପେଇ ଏମିତି କେତେ କଥା ବସି ଭାବେ। ଉଡ଼ା ଖବର ନୁହେଁ। ଡାକରେ, ଡାକଘରେ ମୋହର ବସି ଚିଠି ଆଇଚି। ମାଣିକର ହାତ ଲେଖା ଚିଠି। ସେ ଆଉଚି। ପନ୍ଦର ବର୍ଷ ପରେ ସେ ଆଉଚି। ବେଶି ନୁହେଁ, ଆଜିର ବାରି ଗୁରୁବାର ଦିନ ସେ ରେଳରୁ ଓହ୍ଲେଇବ। ଝରଝର କରି ରୂପେଇ ଆଖିରୁ ଅସ୍ରାଏ ଲୁହ ବର୍ଷିଗଲା। ମୁହଁ, ଛାତି, ପିନ୍ଧିଲା ଲୁଗାକାନିଟା ଯାକ ତିନ୍ତେଇ ଦେଲା। ତା' କିନ୍ତୁ ଆନନ୍ଦର ଅଶ୍ରୁ ନୁହେଁ, ଦୁଃଖର। ଯେଉ ଦୁଃଖ ଅନୁଭବ ଛଡ଼ା ମୁହଁ ଖୋଲି କହି ହୁଏନା–ସବୁ ଦୁଃଖ ଭିତରୁ ଯେଉଁଟା ବେଶି ଭାରୀ, ସେହି ପୁତ୍ରଶୋକର ଲୁହ। ଏମିତି, ଏଇପରି ଅଧ ଦୁଆରେ ଖରା ପଡ଼ିଥାଏ, ଦି'ଟା ଯାକ ଆଖି ତାର ଭଲ ଥାଏ, ଆଜିକି ପନ୍ଦର ବର୍ଷ ତଳେ, ମଣି ଆସିବ ବୋଲି ମଳିକ ଘର ରତନା ଆସି କହିଗଲା। ସେଇ ଛାନିଆ, ମଣିର ବାଟରେ ପଡ଼ି ମରିଯିବାର ସେଇ ଛାନିଆ ରୂପେଇର ଆଜି ଅବଧି ଯାଇନି। ମାଣିକ କଥା ଭାବି ଦିହଟା ତା'ର ଶୀତେଇ ପଡ଼ିଲା। ଚୋର ତସକରଙ୍କ କଥା। ରଜା ଗୋଟାକାର ଧନ। ରେଳରେ ତା'ର ମଣି, ନାଁ ନାଁ ମାଣିକ ତାର ବଇଚି। ଏଇ, ଏଇ, ମୁହଁ ତାର ଦୁଶିଯାଉଚି। କଳାକାଠ। ଅଖିଆ ଅପିଆ ରେଳରେ ବସି ବସି ଚାନ୍ଦ ମୁହଁଟି ତାର କଳାକାଠ ପଡ଼ି ଯାଇଚି। ସାତ ଦିନକ ତାକୁ ଯୁଗ ଭଳି ଲାଗୁଥାଏ। ଶହେ କି ଛ'କୋଡ଼ି ଥର ଆଙ୍ଗୁଠି ଯାକ ଗଣି ସାରିଲାଣି। ସବୁ ବାରଯାକ ଗଣି ସାରିଚି। କଟି ବି ଯାଇଚି। ଆଜି, ଆଜି–ଆଜି କଣ ସତେ ବୁଧବାର? ରାତି ପାହିଲେ ଗୁରୁବାର ହବ? ନିଦ; ନିଦତ ତା'ର ନଥିଲା, ଏଣିକି ବନ୍ଦ ହେଲା ପଲକ। ସକାଳ ହେଲାବେଳକୁ ରୂପେଇ ଆସି ଷ୍ଟେସନରେ ପହଁଚିଲା। ସେଇ ନୁ'ଛୁଣା କୁଡ଼ିଆଟାରେ ବସିବାକୁ ତାକୁ ଆଉ ଭଲ ଲାଗିଲାନି। ଏଇଠି, ଏଇ ଷ୍ଟେସନରେ ସେ ପଛେ ଦିନଯାକ ଅନେଇ ବସିବ ସିଏ ଭଲ, ମାଣିକକୁ ଏବେ ଦୂରରେ ଛାଡ଼ି ସେ ଆଉ ରହିପାରିବନି। ଷ୍ଟେସନକୁ ନୀଳମ୍ବରପୁର ପାଞ୍ଚକୋଶ ବାଟ। ଏଇ ପାଞ୍ଚକୋଶ ବାଟ ସେ କେତେବେଳେ ଚାଲିଆସିଲା ତାକୁ ମୋଟେ ଜଣା ହୋଇନି। ପାଞ୍ଚକୋଶ ଯାକ ଶୁଧୁ ବିଲ। ଶୀତଦିନ। କଟାଧାନର ମୂଳଗୁଡ଼ା ବର୍ଚ୍ଛା ପାଳ ପରି ବାଟଯାକ ମୁଣ୍ଡ ଟେକିଚି। ତାରି ଛାତି ଉପରେ ପଥୁକି ଯେତେ ଯାଆନ୍ତି ତାଙ୍କ ପାଦତଳଯାକ ଖଣ୍ଡିଆ କରି ସେ ଅତ୍ୟାଚାରର ପ୍ରତିଶୋଧ ନିଏ। ହିଡ଼ ବୁଲାଣିରେ ନ ଆସି ରୂପେଇ ଆଇଚି ବିଲେ ବିଲେ। ସେ ମଧ୍ୟ ଗୋଡ଼ର ଠାଏ ଠାଏ ଖଣ୍ଡିଆ କରି ତା' ଉପରେ ଚାଲିବାର ମା'ଶୁଲ ଦେଇ ଆଇଚି। ପୁଣି ଖାଲି ଆସିନି, ବଡ଼ ପାଚିଆଟାରେ କଣ ସବୁ ଭର୍ତ୍ତି କରି ମୁଣ୍ଡରେ ମୁଣ୍ଡେଇ ଆଇଚି। ସେତେବେଳେ ଗୋଟା ମାଲଗାଡ଼ି ଲାଗି ଲାଇନ କ୍ଲିଅର ହୋଇଥାଏ। ରୂପେଇ ଭିତରକୁ ପଶିଯାଇ ଲାଇନ୍ ଜଗୁଆଳକୁ ଭେଟିଲା। ରେଳଗାଡ଼ିର ବିପଦ ଆପଦ କଥା ବୁଝେଇ ଲାଇନ ପାଖରୁ ହଟି ଠିଆ ହେବା ଲାଗି ରୂପେଇକି ଜଗୁଆଳ ବଡ଼ ପାଟିରେ ଦି' କଥା କହିଲା। ରାଗୁ ପଛକେ, ସେ ଆଉ ତା'ର ମାଣିକକୁ କଣ କୋଉଠି ଛାଡ଼ିଯିବ। ଧୀରେ, ଭୟରେ, ଜଗୁଆଳକୁ କଅଁଳ କରି କହିଲା–ଦୂରବାଟରୁ ଆଇଚି ବାପ, ମୁଁ ତମର କିଛି ହାନି କରିବିନି। ମୋ ମାଣିକ, ମୋ ପୁଅକୁ ନେଇ ଯିବାକୁ ଟେସନକୁ ଆଇଚି ବାପ। ଆଁ–କଲିକତା ଗାଡ଼ି କେତେବେଳେ ଆସିବ। ପୁଅ, ଦି'କୋଡ଼ି ବରଷ ତଳେ ଗେରସ୍ତକୁ ହରାଇଲି, ପନ୍ଦର ବରଷ ତଳେ ମଣି ବୋଲି ପୁଅକୁ–ବେଶି ଆଉ କିଛି। କହି ପାରିଲା ନାହିଁ। ତଣ୍ଟି ଭିତରଟା କିଏ ଯେମିତି ତାର ଚାପି ଧଇଲା। ଜଗୁଆଳ କିନ୍ତୁ ତାର ଏତେ କଥାରୁ ପ୍ରାୟ କିଛି ହେଲେ ଶୁଣିନି।